ଏଇଥିପାଇଁ କୌଣସି ଅସୁବିଧା ଏଠାରେ ହେବ ନାହିଁ। ଏହାପରେ ଆମ୍ଭେମାନେ ଘରକୁ ଫେରିଆସିଲୁଁ, ଘରେ ନିଆଁ ଜାଳିଲି, ରୋଷାଇ କଲି। ଅଗ୍ନି ଦୀପ୍ତି ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଆମ୍ଭେମାନେ କେମିତି ଭାବରେ ରୋଷାଇ କରି ଖାଦ୍ୟ ଖାଉଁ ସେ କଥା କହିଲି। ସେମାନେ ଶୁଣି ବିସ୍ମିତ ହେଲେ। ଯେତେବେଳେ ଆମ୍ଭେମାନେ ଖାଇବାକୁ ବସିଲୁ, ସେତେବେଳେ ଟେବୁଲ ଉପରେ ମାଂସ ଦେଖି ସେମାନେ କ'ଣ ଖାଉଛନ୍ତି ଜାଣିପାରିଲେ ନାହିଁ। ସେମାନେ ହୁଏତ ମନେକରିଥିଲେ କୌଣସି ଫଳ ଖାଉଛନ୍ତି ବୋଲି। ରୋସିଗ କହିଲେ, ''ବୁଲୁ, ତୁମେ କି ଅଦ୍ଭୁତଧରଣ ତରବୁଜ ଖୁଆଉଛ? '' ମୁଁ ମାଂସ କଥା କହିବାରୁ ସେମାନେ ପ୍ରଥମେ ବୁଝିପାରିଲେ ନାହିଁ ଓ ଆଶ୍ଚର୍ଯ୍ୟ ହେଲେ-। କୋୟାନ ଗୋଲାର କହିଲେ, ଭାଇ ବୁଲୁ, ମୋର ବାବା ଇଉଓୟାରକି ପ୍ରତି ତୁମର ସଦୟ ବ୍ୟବହାରପାଇଁ ଧନ୍ୟବାଦ ଜଣାଇବାକୁ ମୋତେ ଏଠାକୁ ପଠାଇଛନ୍ତି। ତୁମେ ମୋ'ପ୍ରତି ଏବଂ ବନ୍ଧୁ ରୋସିଗ ପ୍ରତି ଯେମିତି ସଦୟ ବ୍ୟବହାର ଦେଖାଇଲ, ସେଥିପାଇଁ ଆମ୍ଭମାନଙ୍କ ଧନ୍ୟବାଦ ଗ୍ରହଣ କର। କାଲି ଭୋର ଆମ୍ଭେମାନେ ଏଠାରୁ ବିଦାୟ ନେବୁ। ମୁଁ କହିଲି, ଇଉଓୟାରକି କ'ଣ ଏଠାକୁ ଆସିବେ ନାହିଁ? କୋୟାନ ଗୋଲାର କହିଲେ, ''ବାବା ଦୀର୍ଘକାଳ ପରେ ତାହାକୁ ପାଇ ଏତେ ଆନନ୍ଦିତ ହୋଇଯାଇଛନ୍ତି ଯେ, ମନେହୁଏନା ଯେ ତାହାକୁ ଶୀଘ୍ର ଛାଡ଼ିଦେବେ। '' ମୁଁ କୌଣସି କଥା କହିଲି ନାହିଁ। କୋୟାନ ଗୋଲାର କହିଲେ, ''ଆମ୍ଭମାନଙ୍କ ଦେଶର ଲୋକମାନେ ତୁମର ସୁଖ୍ୟାତି ଶୁଣିଛନ୍ତି। ମନେହୁଏ ଦିନେ ନା ଦିନେ ବାବା ତୁମ ସହିତ ସାକ୍ଷାତ କରିବାକୁ ଆସିପାରନ୍ତି। ତୁମର ଯଦି ଆମ୍ଭମାନଙ୍କ ଭଳି ଉଡ଼ିବାର କ୍ଷମତା ଥାଆନ୍ତା, ଗ୍ରୌନଦି ଥାଆନ୍ତା, ତାହାହେଲେ ଆମ୍ଭେମାନେ ତୁମ୍ଭଙ୍କୁ ସଙ୍ଗରେ ନେଇ ଯାଇଥା'ନ୍ତୁ। ସେମାନେ ଚାଲିଗଲେ। ମୁଁ ଆକାଶ ଆଡ଼କୁ ଅପଲକ ଭାବରେ ଚାହିଁରହିଲି। ପୁଣି ମୁଁ ସେହି ଏକା। ଇଉଓୟାରକିର। କଥା ମନରେ ପଡ଼େ। କିନ୍ତୁ ମୋର ମନ କହେ ସେ ଆଉ ଫେରିବେନି। କାହିଁକି ବା ଆସିବେ? ସେ ତା'ର ଆତ୍ମୀୟସ୍ୱଜନ ସହିତ ଏତେଦିନ ପରେ ମିଳିତ ହୋଇଛନ୍ତି। ସେମାନେ ବା ତାହାକୁ ଛାଡ଼ିବେ କାହିଁକି? ମୋ'ଭାଳି ଏମିତି ହତଭାଗ୍ୟ ସେ କାହିଁକି ହେବାକୁ ଯିବ? ପୁଣି ମୋର ଗୁହା ଗୃହକୁ ଫେରିଆସିଲି। ସେଇ ଏକୁଟିଆ ଜୀବନ। ପୁଣି ଅନ୍ଧକାରର ଦିନ ଆସୁଛି। ପୁଣି ଯେମିତି ଶୀତ ଆହୁରି ବେଶି ପଡ଼ୁଛି। ମୁଁ ଇଉଓୟାରକି ସାହାଯ୍ୟରେ ଜାହାଜରୁ ଯେଉଁ ସମସ୍ତ ବାକ୍ସ ଆଦି ଆଣିଥିଲି, ଗୋଟି ଗୋଟି କରି ତାହା ଖୋଲିବାକୁ ଲାଗିଲି। ଗୋଟିଏ ବାକ୍ସ ମଧ୍ୟରେ ଗୋଟିଏ ଅତି ସୁନ୍ଦର ନୀଳରଙ୍ଗର କୋଟ୍ ପାଇଲି। ସେଇ କୋଟ୍ର ବୋତାମଗୁଡ଼ିକ ଥିଲା ସୁନାର। ମଖମଲର ଜାମା ମଧ୍ୟ କେତୋଟି ପାଇଲି। ସୁନା ତାରରେ କାମ ହୋଇଥିବା ଗୋଟିଏ ଟୋପି ମଧ୍ୟ ପାଇଲି। ବୁଟ୍ ଜୋତା, ମୋଜା-ଏମିତି ଭାବରେ ଜଣେ କାପ୍ଟେନର ପୋଷାକ ମିଳିଲା। କୋଟ୍ ପକେଟରୁ ଖଣ୍ଡିଏ ଚିଠି ପାଇଲି, ଚିଠି ପଢ଼ି ଜାଣିଲି ଯେ, ଏଇ ସମସ୍ତ ପୋଷାକ ଜଣେ ଇଂରେଜ କାପ୍ଟେନର ଥିଲା। ପର୍ତ୍ତୁଗୀଜମାନେ ଜାହାଜ ଦଖଲ କରିବା ପରେ ଏଗୁଡ଼ିକ ତାଙ୍କ ହାତକୁ ଆସିଥିଲା। ମୁଁ ସେହି ସମସ୍ତ ଜାମା, ଜୋତା, କୋଟ୍, ଟୋପି ପିନ୍ଧି ଦେଖିଲି, ମୋତେ ବେଶ୍ ମାନୁଛି। ମୁଁ ସେ ସମସ୍ତ ଖୋଲି ଗୋଟିଏ ବାକ୍ସ ମଧ୍ୟରେ ଯତ୍ନର ସହକାରେ ରଖିଲି। ପୁଣି ଗୋଟିଏ ବାକ୍ସ ଖୋଲିଲି। ସେହି ବାକ୍ସ ମଧ୍ୟରୁ ଅନେକଗୁଡ଼ିଏ ପ୍ରୟୋଜନୀୟ ଜିନିଷ ପାଇଲି।